ସ୍ଵାଧୀନ ଦେଶର କବିତା ପାଇଁ ସିଏ ନୂଆ ଏବଂ ଯଥାର୍ଥ ଶବ୍ଦ ତଥା ଶୈଳଗୁଡ଼ିକୁ ଖୋଜି ବାହାରିଥାନ୍ତି। ଭାଷାର ପାରମ୍ପରିକ ଗନ୍ତାଘରୁ ସିଏ ଅଭିବ୍ୟକ୍ତିର କେତେ କେତେ ନୂତନ ସମ୍ଭାବନା ଉଦ୍ଭାବନ କରି ଆଣି ପାରିଥାନ୍ତି। ନୂଆ ହୋଇ ଜନ୍ମ ହେଉଥିବା ଦେଶଟିର ସାଥୀ ଓ ସୁହୃତ ହୋଇ ଆମ ସାହିତ୍ୟ ବାଟ ଚାଲିବାକୁ ଯାବତୀୟ ଅର୍ଥରେ ଆପଣାର ଧର୍ମରୂପେ ଗ୍ରହଣ କରି ନେଇଥାନ୍ତା। ଦ୍ଵିତୀୟ ଯୁଦ୍ଧ ପରେ ଇଂଲଣ୍ଡରେ ଅଥବା ଇଉରୋପରେ ଯେଉଁ ଆଧୁନିକ ଯୁଗପର୍ଯ୍ୟାୟ ଆସି ପହଞ୍ଚିଲା ତାହାକୁ ଶୂନ୍ୟେ ଶୂନ୍ୟେ ଟେକି ଯେଉଁମାନେ ବହିଗୁଡ଼ାକ ମଧ୍ୟରୁ ଆମ କବିତା ଭିତରକୁ ନେଇ ଆସିଲେ, ସେମାନେ ସେହି ଅକାର୍ଯ୍ୟଟିକୁ କରିଥିଲେ ବୋଲି ଏବେ ମଧ୍ୟ ଭାରି ହୃଷ୍ଟ ହୋଇ କହି ପାରୁଛନ୍ତି। ବର୍ତ୍ତମାନ ବିନ୍ଦୁଟି ଉପରେ ଛାଡ଼ ଛିଡ଼ାହୋଇ ପଚାଶବର୍ଷ ପଛକୁ ଚାହିଁ ଦେଖିଲେ ଲାଗୁଛି ଏଭଳି କରି ସେମାନେ ଆମ ଦେଶରେ ସେହି ପୁରୁଣା ଔପନିବେଶିକତାର ମୋହନାଟା ମୋହଟାକୁ ବଞ୍ଚାଇ ରଖିବାକୁ ମନ କରି ଏକଥା କଲେ କି? ହଁ ସ୍ୱାଧୀନ ଭାରତଟା ଆସି ଆମକୁ ହାବୁଡୁ ହାବୁଡୁ ଆମର ଏକାଧିକ କ୍ଷେତ୍ରରେ ନେତୃତ୍ଵ ମଧ୍ୟ ତଥାପି ଏହି ଦେଶର ବହୁସଂଖ୍ୟକଙ୍କ ଉପରେ ପ୍ରାୟ ଏକ ଉପନିବେଶତୁଲ୍ୟ ଶାସନ ଜାରି କରି ରଖିବା ପ୍ରଚେଷ୍ଟା ଆରମ୍ଭ କରି ଦେଇଥିଲା। ଆମର ଏହି କବିମାନେ ମଧ୍ୟ ସାହିତ୍ୟ ତରଫରୁ ସେଥିରେ ପ୍ରାୟ ଏକ ପ୍ରୟୋଜନ ମନେକରି ସାମିଲ ହୋଇଗଲେ କି? ଆମ ପାଠ ବଦଳିଲା ନାହିଁ। ଆମ ଦେଶରେ ପ୍ରାୟ ଏକ ଈଶ୍ୱରୀୟ ବ୍ୟବସ୍ଥା ପରି ରହି ଆସୁଥିବା ଅସମତାଗୁଡ଼ିକ ବଦଳିଲା ନାହିଁ, ନୂଆ ନୂଆ ନିସ୍ତସ୍ୱାର୍ଥମାନେ ଆମ ସାମୂହିକ ଭାଗ୍ୟରେ ପ୍ରାୟ ସବୁଯାକ ଚାବିକାଠିକୁ ନିଜ ହାତରେ ଏକଚାଟିଆ କରି ରଖିଲେ। ଆମେ ଯେଉଁମାନଙ୍କୁ ସଂଗ୍ରାମଟିଏ ଭଳି ଦେଶରୁ ହଟାଇଥିଲୁ, ପୁନର୍ବାର ସେହିମାନଙ୍କର ମଡ଼େଲଗୁଡ଼ାକ ବଙ୍କା ସିଧା ନାନାଭାବେ ଆମର ମତଲଗୁଡ଼ିକର ଭିତରକୁ ଡାକି ଆଣିଲୁ। ଆମ ସାହିତ୍ୟରେ ମଧ୍ୟ ଆଧୁନିକମାନେ ସେଠାରେ ସାହିତ୍ୟର ମଡ଼େଲଗୁଡ଼ିକୁ ଆଣି ଏକ ନୂଆ ନବରଙ୍ଗଟାଏ ଲଗାଇ ଦେବାକୁ ଇଚ୍ଛା କଲେ। ନିଜକୁ ପୁରୋଗାମୀ ହିରୋ ବୋଲି କହିଲେ, ଭାରି ଅଭିମାନୀ ହେଲେ। ମଫସଲର କୌଣସି କଲେଜରେ ଇଂରାଜୀ ଭାଷାକୁ ଯେତେ ଗିଳିଥିଲେ ମଧ୍ୟ ତଥାପି ହଜମ କରିପାରି ନଥିବା ପିଲାମାନଙ୍କର ସେହି ଅସମର୍ଥତାକୁ ଉପହାସପ୍ରାୟ କରି ଅଧ୍ୟାପକମାନେ ଇଂରାଜୀ ଭାଷାର ଠୋ ଠା ଗିଲ ଫୁଟାଇ ଏବେ ଯେଉଁପରି ଏକ ଆତ୍ମସନ୍ତୋଷ ଅନୁଭବ କରନ୍ତି, ଇଏ ପ୍ରାୟ ସେହିପରି ଘଟଣାଟିଏ ଘଟିଲା। ମୂର୍ଖ ପିଲାଗୁଡ଼ାକ ଆମ କଥାଗୁଡ଼ିକୁ କିପରି ବୁଝିପାରିବେ ବୋଲି ଉଲୁଗୁଣା ଦେଖାଇ ଅଧ୍ୟାପକମାନେ ଯେପରି ତାହାକୁ ହିଁ ନିଜର ସତେଅବା କେଡ଼େବଡ଼ ଗଡ଼ଜୟ ବୋଲି ମନେ କରନ୍ତି, ଆଧୁନିକ କବି ପ୍ରାୟ ସେହିପରି ଏକ ଆହ୍ଲାଦରେ ହୁଏତ କାଳାତିପାତ କରୁଥିବ। ଓଡ଼ିଶାର ଆମ ଆଧୁନିକ କବିମାନଙ୍କର ଯୁଗଟିର ଆହୁରି ଅଧିକ ନିକଟରୁ ଆଲୋଚନା କରାଯାଇ ପାରିବା ଉଚିତ। ସେମାନଙ୍କ କବିତାକୁ ଦର୍ପଣ କରି ସେମାନଙ୍କର ଜୀବନିଟିର ମୂଲ୍ୟାଙ୍କନ ହୋଇପାରିବା ଉଚିତ୍ ଏବଂ ସେମାନଙ୍କ ଜୀବନକୁ ଦର୍ପଣ ପରି ବ୍ୟବହାର କରି ସେମାନଙ୍କ କବିତାର ମଧ୍ୟ ମୂଲ୍ୟାୟନ କରାଯିବା ଉଚିତ୍। ଜଣେ କବିର ଜୀବନ ସହିତ ସିଏ ଲେଖୁଥିବା କବିତା ସେପରି ଉଲ୍ଲେଖଯୋଗ୍ୟ କୌଣସି ସମ୍ବନ୍ଧ ରହିବା ବାଧ୍ୟ ନୁହେଁ ବୋଲି ଯଦି ଆପତ୍ତି ହୁଏ, ତେବେ ସେଥିରେ ଆଉ ଅଧିକ କିଛି ହେଲେ କୁହାଯାଇ ପାରିବ ନାହିଁ। ଜଣେ ମଣିଷର ଖାଇବା ସହିତ ତାର ବାନ୍ତି କରିବାର କୌଣସି ସମ୍ବନ୍ଧ ରହିଛି କି ନାହିଁ, ସେକଥା ଆୟୁର୍ବେଦୀମାନେ ଅବଶ୍ୟ କହିପାରିବେ। ଆମ ସାହିତ୍ୟରେ ମଧ୍ୟ ସୁନିଶ୍ଚିତ ଭାବରେ ଏକ ଆୟୁର୍ବେଦ ରହିଥିବ ଓ ଆମ ଆମେ ମନ କଲେ ଯାବତୀୟ ସାହିତ୍ୟାଲୋଚନାରେ ସେହି ପ୍ରକରଣଟିକୁ--